ତନୁଶ୍ରୀ ହସିଉଠିଲା ଭାଇନାଙ୍କ ପଳାୟନରେ। ବାପା-ବୋଉ ଆଢ଼ୁଆଳରେ ରହି ସବୁ ଶୁଣିଲେ। ପରସ୍ପରକୁ ଚାହିଁ ହସିଲେ। ଖାଇବା-ପିଇବା ସାରି ଯେ ଯାହାର ରୁମ୍‌ରେ ବିଶ୍ରାମ ନେଉଥିଲେ। ତନୁର ନିଦ ଆଗ ଭାଙ୍ଗିଲା। ପଢ଼ାପଢ଼ି ନଥିଲା। ଧୀରେ ଧୀରେ ବୋଉଙ୍କୁ ଯାଇ ଉଠାଇଲା। ବୋଉ, ଉଠ୍‌ ମ| ଚାରିଟାବେଳ ହେଲାଣି, ଶୋଇଥିବୁ କି? ଚିଡ଼ିଲା କଣ୍ଠରେ ଅପରାଜିତା କହିଲେ କ'ଣ କରିବି? କାହିଁକି ଉଠାଉଛୁ ମୋତେ? ଗାଲ ଫୁଲାଇ ତନୁଶ୍ରୀ କହିଲା "ଆରେ, ଯିବା ପରା ଚୌଧୁରୀବାବୁଙ୍କ ଘରକୁ। ଅଳକା ନାନୀ ଜାଣିଛନ୍ତି ଆମେ ସବୁ ଆଜି ଯିବୁ ବୋଲି। ଘର କାମ ଯାହା କରିବାର ରଘୁକୁ ବତାଇ ଦିଅ। ତୁମେ ଚାଲ, ଲୁଗାପଟା ପିନ୍ଧିବ। ଦିନ ଥାଉ ଥାଉ ଗଲେ ଭଲକରି ଦେଖିପାରିବା। ତରତର ହୋଇ ଉଠିପଡ଼ିଲେ ଅପରାଜିତା। କହିଲେ ଓଃ, ଗୋଡ଼-ହାତ ଭାରି ବିନ୍ଧୁଛି ଲୋ। ପାଦପାଖରେ ବସିପଡ଼ିଲା ତନୁଶ୍ରୀ। ବୋଉଙ୍କ ପାଦ ଦୁଇଟି ଘସି ଦେଉ ଦେଉ କହିଲା ଘରର କାମସବୁ ବଢ଼ାଇ ଦେଇ ଆହୁରି ବେଶି କରି ଖଟୁନ। ହସିଲେ ଅପରାଜିତା। କହିଲେ "ଆଉ ତ ଗୋଟେ ମାସ। ତୋ ଭାଉଜ ଆସିଲେ ଖଟିବନି କି? ମୁଁ ଏଥର ଖାଲି ଶୋଇବି ଯେ। ଦୀର୍ଘ ଅଠାଇଶ ବର୍ଷ ଖଟିଲିଣି ଏଇ ତୁମରି ଘରେ। ଆଉ ଏଣିକି ପାରିବିନି। ତନୁଶ୍ରୀ ମୁହଁ ମୋଡ଼ି କହିଲା ତୁମେ ଯାହା ଶୋଇବଟି, ମୋତେ ତାହା ଜଣାଇ ଛି। ହଉ ଉଠିଲ ଏଥର, ଯିବା। ବେଳ ଗଡ଼ିଯାଉଛି। ଗଙ୍ଗଶିଉଳି କଢ଼ଗୁଡ଼ିକ କେମିତି ବଡ଼ ବଡ଼ ଦେଖାଗଲାଣି। ଉଠିପଡ଼ ତୁମେ, ମୁଁ ଯାଏ ବାପାଙ୍କୁ ଲୁଗା ପିନ୍ଧିବାକୁ କହେ। ହେଇଟି ତ ବାପା ଆସିଲେଣି। ବାପା, ତୁମେ ବି ଶୀଘ୍ର ଲୁଗା ପିନ୍ଧିନିଅ। ଦିବ୍ୟେନ୍ଦୁ ବହିଟା ଥୋଇ ଦେଉ ଦେଉ କହିଲେ ଚାଲ, ତୋ ବୋଉ ଉଠିଲାଣି? ଚାହା ଖାଇ ସାରିଲେଣି? ଚାଲି ଯାଉ ଯାଉ ତନୁଶ୍ରୀ କହିଲା ହଁ। ତା'ପରେ ଯାଇ ବସିଲା ଭାଇନାଙ୍କ ଘରେ। ଭାଇନା ମ ଭାଇନା, ଡାକିଲା। ଉଠୁନ, ଯିବା ପରା। ନିଦଭରା ଆଖି ମେଲି ଚାହିଁଲେ ଡାକ୍ତରଙ୍କ ର ଭଉଣୀର ଦୁଷ୍ଟାମିଭରା ମୁହଁଟିକୁ। ତା'ପରେ ପଚାରିଲେ ଯିବା କୁଆଡ଼େ ଯିବା ? ଆଖି ମିଟିମିଟି କରି ହସିଲା ତନୁଶ୍ରୀ। କହିଲା ଚୌଧୁରୀବାବୁଙ୍କ ଘରକୁ ପରା ବାପା, ବୋଉ, ମୁଁ ସମସ୍ତେ ଲୁଗା ପିନ୍ଧି ସାରିଲୁଣି। ଖାଲି ତୁମେ ଯାହା ବାକି। କ୍ରୋଧରେ ଥମ୍‌ଥମ୍‌ ହୋଇଉଠିଲା ଡାକ୍ତରଙ୍କ ମୁହଁଟା। ଚିଡ଼ିଉଠି କହିଲେ "ଏଇ, ମୋତେ ରଗାନା, କହିଦେଉଛି। ମୁଁ ରାଗିଲେ କେମିତି ସାଙ୍ଘାତିକ ହୁଏ, ଜାଣିଛୁ ତ? କର ଲେଉଟାଇ ପୁଣି ଆଖି ମୁଦିଲେ ଡାକ୍ତର ମନୋରଞ୍ଜନ। ଉଠ ବଙ୍କେଇ ହସିଲା ତନୁଶ୍ରୀ। କହିଲା ହଉ ବାବା, ନଯାଅ। ତୁମେ ତ ସକାଳେ ଯାଇ ଭଲକରି ଦେଖି ଆସିଥିବ। ଆଉ ଯିବାରେ କି ଦରକାର? ତା'ଛଡ଼ା ଆମ ସାଙ୍ଗେ ତ ଯାଇ ଭଲକରି ଟିକିଏ ଚାହିଁ ବି ପାରିବନି। ଯାଇ କ'ଣ ଲାଭ? ମୁଁ ବାଟ ଦେଖିଛି। ଆମେ ଚାଲିଯିବୁ ଯେ। କହୁ କହୁ ଚାଲିଗଲା ତନୁଶ୍ରୀ। ସେ ଜାଣିଥିଲା ଭାଇନା ଏହିପରି ରାଗିବେ, ଆଉ ଯିବେନି ମଧ୍ୟ। ଖାଲି ଟିକିଏ ଚିଡ଼େଇବାକୁ ଯାହା ଡାକୁଥିଲା ସିଏ। ଉଣେଇଶ କନକ ନାରାୟଣ ଆଉ ସୂର୍ଯ୍ୟକାନ୍ତ ବଗିଚାରେ ଚେୟାର ପକାଇ ବସି ଗପ କରୁଥିଲେ। କନକନାରାୟଣଙ୍କୁ ବଡ଼ ଉତଫୁଲ୍ଲ ଦେଖାଯାଉଥିଲା। କିଛି ଦୂରରେ ଟୁଲୁକୁ ମୌସୁମୀ ଝୁଲାଉଥିଲା। ତାକୁ ତା' ବାହାଘର କଥା ଏପର୍ଯ୍ୟନ୍ତ ଜଣାନାହିଁ। ସେଥିପାଇଁ ମନଖୁସିରେ ପୁତୁରା ସହିତ ଖେଳୁଛି, ମନରେ ଦୀପାବଳି ଦିନର ଲକ୍ଷେ ପ୍ରଦୀପ ଜାଳି। ଭାଉଜ ସହିତ ଘଣ୍ଟାକ ଆଗେ ବହୁ କାମ କରିଛି। ତା'ପରେ ଅଳକା କହିଲେ ତୁ ଏଥର ଯାଆ। ଭଦ୍ରଲୋକ ସବୁ ଆସିବେ। ମୁଣ୍ଡଟା ସୁନ୍ଦର କରି ବାନ୍ଧିନେ। ଆଉ ନେ ଚାବି। ମୋର ସେ ନୀଳ ସିଲ୍କି ଶାଢ଼ିଟା କାଢ଼ି ପିନ୍ଧିପକା, ଯେଉଁଥିରେ ଚୂନା ଚୂନା ରୂପେଲି ଜରିଫୁଲ ପଡ଼ିଛି। ତାରି ସାଙ୍ଗରେ ସେ ପଥରଦିଆ ହାର, କାନର ଦୁଲ୍‌, ବ୍ରେସଲେଟ୍‌ ଦୁଇଟା ବି ପିନ୍ଧିପକା। ବୁଝିଲୁ, ଏପରି ଦିଶିବୁ ଯେମିତି ତୋ ପାଖରେ ରମ୍ଭା, ମେନକା ବି ହାର୍‌ ମାନନ୍ତି। ମୋର ଆହୁରି ବହୁତ ଡେରି ଅଛି, ଚଞ୍ଛଳ ଯା। ଅଳକା ଏତକ କହି ଚାଲି ଯାଉ ଯାଉ ଭାବିଲେ ହଁ, ସଜହେଲେ କେତେ, ନହେଲେ କେତେ! ମୌସୁମୀ ମୋର ରାଜରାଣୀ। ମୌସୁମୀ ଭାଉଜ ହାତରୁ ଚାବି ନେଲା। ନ ନେଲେ ବା ପ୍ରତିପାଦ କଲେ ଭାଉଜ ରାଗିବେ।